କେମିତି ଭଲା ପାରନ୍ତା -। ସେ'ତ ନିଜେ ଅନ୍ଧାର ଭିତରୁ ଦଶଥର ମୁହଁ କାଢ଼ି ଅନାଉଥିଲେ। ଡାକିବାକୁ ଅପେକ୍ଷା କରିଥିଲେ କେବଳ ଚକ୍ଷୁଲଜ୍ଜାବଶତଃ। ବସି। ବସି ପଲାଉ, ମାଛ ଝୋଳର ବାସ୍ନା ଶୁଘୁଂଥିଲେ। ଆରେ ବାବୁ ଏ ନବମ ଇନ୍ଦ୍ରିୟଟିର କ'ଣ କମ୍ ପ୍ରତାପ କମ୍ଜ୍ୱାଳା। ପୁରାଣକାର କହିଲେ ପରା ''କାମକୁ ଜୟ କରିବ କ୍ରୋଧକୁ ଜୟ କରିବ କିନ୍ତୁ ଏଇ ଲୋଭକୁ? ଜିହ୍ୱା ଲାଳସାରେ ସୂଚିଛିଦ୍ର ଦେଇ ସେ ଗଳି ଚାଲିଯିବ। ତା'କୁ ଜାଣିବାକୁ ପୁଅ ଏ ପୃଥିବୀରେ କାହିଁ? ଆହାଃ ପୁଣି ସେ ପିଲାବେଳେ। ସେଇ ବାଳୁତ ବୟସରେ ଭଲା ଏ ପୃଥିବୀକି ଏମିତି ନିବିଡ଼ଭାବେ ଏମିତି ସର୍ବୋତ୍ତମଭାବେ ଆଉ କେଉଁ ଇନ୍ଦ୍ରିୟ ସାହାଯ୍ୟରେ ବୁଝିହୁଏ ଜାଣିହୁଏ-? ସେତେବେଳେ ଖାଲି ତ ପାଟିର କାରବାର। କୋଉଠି କ'ଣ ସୁଆଦିଆ ଅଛି ଅପୂର୍ବ ଦରବ ଅଛି ପକାଅ ପାଟିରେ। ଯେମିତି ସେ ତାଙ୍କ ତରୁଣ ବୟସରେ ଚାହୁଁଥିଲେ ପ୍ରେମିକା ମନୋରମାର ଘନନିବିଡ଼ ଆଲିଙ୍ଗନ। ଯେଉଁଭଳି ମୋହାବେଗରେ ପରିଣତ ପୌଢ଼ ବୟସରେ ପ୍ରତିଷ୍ଠା ପ୍ରତିପତ୍ତିକି ମଣିଷ ଏକାନ୍ତଭାବେ କାମନା କରେ। ସେଇଭଳି ବାଳୁତ ବୟସରେ, ଏ ଦୁନିଆକୁ ଜାଣୁ ଜାଣୁ ସେ ଖାଲି ଭଲ ଖାଇବା ଚିଜ ଖୋଜିବୁଲେ। ଏଇ ଜିହ୍ୱା ଲାଳସାରୁ ତ ସବୁ ଲାଳସା ଜନ୍ମେ। ଯୁବକ ଯୁବତୀପ୍ରତି, ପୌଢ଼ର ପ୍ରତିଷ୍ଠା ପ୍ରତି, କହିବାକୁ ଗଲେ ମଣିଷର ସଂସାର ପ୍ରତି ତ ଲାଳସାର ଜନ୍ମ ଆଗ ଜିଭରୁ। ପେଟଲାଗି ସିନା ସବୁ ନାଟ। ଶେଷକୁ ଆଶକ୍ତି କ୍ରୟ ଏକାଠି ଫେଣ୍ଟି ହୋଇଯାଆନ୍ତି। ସବୁ କାମନାର ଧାର ଗୋଟିଏ ପ୍ରବାହରେ ବହେ। ପୂର୍ବ ଜନ୍ମର ସୁକୃତି ଥିଲେ ଏଇ ପ୍ରବଳ ବେଗ ହିଁ ରୂପାନ୍ତରିତ ହୁଏ ପ୍ରବଳ ଆସ୍ପୃହାରେ ମୁକ୍ତିର ଆସ୍ପୃହା। ଡେଣା ମେଲି ଅନନ୍ତ ଆକାଶରେ ଅନନ୍ତ ଜୀବନ ଭିତରକୁ ଉଡ଼ିଯିବାର ଦୁର୍ଘମନୀୟ ଆସ୍ଫୃହା। ଖାଇବା କଥାଟି କ'ଣ ଛୋଟିଆ କଥାଟିଏ କି? ପିଲାଟା କେଡ଼େ ଅସମ୍ଭାଳ ହେଲାଣି। ତା' ବିଶି ଆଙ୍ଗୁଠି ଅଗ, ବାରମ୍ୱାର ମାଛ ମୁଣ୍ଡଟାକୁ ଛୁଇଁ ଦେଉଛି। ମହୀ ପିଲାଦିନେ ପ୍ରାୟ ଏମିତି ଥିଲା। ଖାଇବା ନା ଶୁଣିଲେ ତା' ଜିଭ ଅଗରୁ ଆଗହୁଁ ନାଳ ଗଡ଼େ। କେତେଥର ତା' ମାଆ ଅନୁଯୋଗ କରି କହନ୍ତି ''ଏମିତି ହେଲେ ଡାଆଣା କହିବେ ନାହିଁ ତ ଆଉ କ'ଣ କହିବେ? '' ସ୍ୱାମୀ ସ୍ତ୍ରୀ ଭୋଜି ଚର୍ଚ୍ଚାରେ ଲାଗିପଡ଼ିଛନ୍ତି। ମହୀ କ'ଣ ଏଠି ଆସି ଦେଖିଲେ ଚିହ୍ନିବ ଏଇ ତା' ଅତୀତ। କେଜାଣି ବା ଏ ସଂସାରରେ କିଛି ହଜେ ନାହିଁ। ଆମେ ଖୋଜି ପାଉ କି ନ ପାଉ ସବୁ ସେମିତି ରହିଥାଏ। ଯଦୁନାଥବାବୁଙ୍କ ମନ କେମିତି କୋମଳ, ଛଳ ଛଳ ହୋଇଉଠିଲା। ସେ କଡ଼ପଟକୁ ଟିକିଏ ଉହୁଙ୍କି ଚାହିଁ କହିଲେ 'ଖାଅରେ ବାବୁ ଖାଆ ହାତଚଳା। '' ହେ– ହେ– ପିଲା– ଆସିଲ, ଉଠିଆସିଲ ଏଣେ- ଉଠ୍– ଉଠ୍। ଆରେ ଚାହୁଁଚୁ କ'ଣ– ତତେ ପରା ଡାକୁଚି। ମହୀର ସ୍ତ୍ରୀ...। ପୁଅ ବାହାଘର କରି, କାମ କରି କରି ତା' ହଲକ ଶୁଖିଗଲାଣି। ତଥାପି ସେ ପ୍ରାଣ ପଣେ ଲାଗିଚି– କିନ୍ତୁ ପିଲାଟିକୁ ଖାଇବା ପତରରୁ ଉଠେଇ ନଉଚି କୁଆଡ଼େ? ସେ ଭାରି ଇଚ୍ଛାକଲେ ତା'ର ନାଁ ଧରି ଡାକିବାକୁ। ''ହେ– ହେ– ମମତା ଶୁଣୁ– ଶୁଣୁ। ମାତ୍ର ଯଦୁନାଥବାବୁଙ୍କ ତଣ୍ଟି ରୁନ୍ଧି ହୋଇଗଲା। ତୁଣ୍ଡରୁ ପଦେହେଲେ କଥା ବାହାରିଲା ନାହିଁ। ଖାଲି ସେ ଡବ ଡବ ବିହ୍ୱଳ ଆଖିରେ ଚାହିଁରହିଲେ। ସମସ୍ତେ ହାତ ଚଳେଇଲେଣି। ଗୋଟାଏ ମୃଦୁ ବିଚିତ୍ର ଶବ୍ଦ ଶୁଭୁଚି। ପରସା ବାଲଟିରେ କରଚୁଲି ବାଜିଯାଉଛି। ଲୋଡ଼ାରୁ ଯଥେଷ୍ଟ ଢାଳି ଦେଉଛନ୍ତି ପତ୍ରମାନଙ୍କରେ। ମହୀ ଖର୍ଚ୍ଚ ପାତିରେ ଆଦୌ କାର୍ପଣ୍ୟ କରିନାହିଁ। ପାଖ ଭଦ୍ରଲୋକ ଜଣକ କହୁଛନ୍ତି, 'ଖାଆନ୍ତୁ ଆଜ୍ଞା, ଏଥର ହାତଚଳୁ। ହାତ ଯେ ଚଳୁନାହିଁ। କୁଆଡ଼େ ନେଲା ସେ, ପିଲାଟାକୁ, କୋଉଠି ନେଇ ବସେଇଲା ତାକୁ। ଏଇଠି ସେ ଖାଇଦେଇ ଥିଲେ କଣ'ଟା ଅଡ଼ୁଆ ହୋଇ ଯାଇଥାନ୍ତା। '' କେଜାଣି ବା ତା' ସମବୟସୀ ସାଙ୍ଗପିଲା ସବୁ ଆଉ କୋଉଠି ପାଖିକିଆ ହେଇ ବସିଥିବେ? ବଡ଼ମାନଙ୍କ ସାଙ୍ଗରେ ସେ ସଙ୍କୋଚ ବୋଧ କରୁଥିବ ଭାବି ମମତା ତାକୁ ଡାକି ନେଇଛି। ତା' ମାଆ, କି ବାପ ଆଉ କୋଉଠି ଖାଇବସି ପୁଅକୁ ଖୋଜୁଥିବେ କି କ'ଣ? ମମତା ସେଥିପାଇଁ ଡାକି ନେଲା। ଛୁଆ ପିଲାର ମାଆ ସେ।